ସେଗୁଡ଼ିକ ଖୁବ୍ ଶସ୍ତାରେ ବିକ୍ରି ହୁଏ। ଜାପାନୀ ଖେଳନା ଶସ୍ତା ଓ ସୁନ୍ଦର ହୋଇଥିବାରୁ ବିଦେଶରେ ସେଗୁଡ଼ିକର କାଟତି ବେଶି। କଥା କହୁ କହୁ ବହୁତ ରାତି ହେଇଗଲା। ଗୋଟିଏ କୋଠରିର ଚଟାଣରେ ମସିଣା ବିଛା ହୋଇଥାଏ। ସେଥିରେ କାହ୍ନୁ ଓ ଜହ୍ନମାମୁଁ ଶୋଇଲେ। ଆଉ ଗୋଟିଏ କୋଠରିରେ ଜାପାନୀ ପରିବାରର ପୁରୁଷ, ସ୍ତ୍ରୀ ଓ ପୁଅଝିଅ ଶୋଇଲେ। ପରଦିନ ସକାଳୁ ଉଠି କାହ୍ନୁ ଓ ଜହ୍ନମାମୁଁ ପ୍ରଥମେ ସେ ଦେଶର ସୂର୍ଯ୍ୟ ଉଦୟ ହେବାର ଦେଖିଲେ। ଚାରିଆଡ଼େ ସମୁଦ୍ର ଭିତରୁ ସତେକି ସୂର୍ଯ୍ୟ ଆକାଶକୁ ଡେଇଁ ପଡ଼ିଲେ! ସେତେବେଳେ ସୂର୍ଯ୍ୟଗୋଟିଏ ବଡ଼ ନିଆଁ ପେଣ୍ଡୁଳା ପରି ଦେଖାଯାଉଥାଏ। ଆଉ ଟିକିଏ ଉପରକୁ ଉଠିବାରୁ ସୂର୍ଯ୍ୟକୁ ଆଉ ଅନାଇ ହେଲା ନାହିଁ। ସୂର୍ଯ୍ୟର ତେଜରେ ଆଖି ଝଲସି ପଡ଼ିଲା। କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଘରକୁ ଲାଗି ଗୋଟିଏ ସୁନ୍ଦର ଫୁଲବଗିଚା ଅଛି। ଜାପାନୀ ବାଳକଟି ଫୁଲଗଛରେ ପାଣି ଦେଉଛି, ବାଳକଟି ଫୁଲ ତୋଳୁଛି। କାହ୍ନୁ ବାଳିକା ପାଖକୁ ଯାଇ ପଚାରିଲା-ଏ ଫୁଲ କ'ଣ ହେବ? ବାଳିକା-ଫୁଲରେ ଆମେ ଘର ସଜାଉ। ଏହା ଆମର ପ୍ରତିଦିନର କାମ। ଜାପାନ ଦେଶରେ ସୁନ୍ଦର ଜିନିଷର ଆଦର ଖୁବ୍ ବେଶି। ବଗିଚାର ଫୁଲ ତୋଳି ଘର ସଜାଇବା ଓ ଘରଗୁଡ଼ିକ ସଫାସୁତୁରା ରଖିବା ଏ ଦେଶର ବାଳିକାମାନଙ୍କ କାମ। ବଗିଚା କାମ ସାରି ବାଳକ ବାଳିକା ଦୁଇଜଣ ସ୍କୁଲକୁ ବାହାରିଲେ। ସେ ଦେଶର ପାଠପଢ଼ା ଦେଖିବା ପାଇଁ କାହ୍ନୁ ଓ ଜହ୍ନମାମୁଁ ତାଙ୍କ ସାଙ୍ଗେ ସାଙ୍ଗେ ଗଲେ। ସ୍କୁଲରେ ପହଞ୍ଚି ଦେଖିଲେ ଯେ ସେଠାରେ ପିଲାମାନଙ୍କର ପାଟିତୁଣ୍ଡ ଆଦୌ ନାହିଁ। ସେମାନେ ଚୁପ୍ଚାପ୍ ହୋଇ ପାଠ ପଢ଼ୁଛନ୍ତି। ଜହ୍ନମାମୁଁ ସ୍କୁଲର ମାଷ୍ଟରଙ୍କୁ ପଚାରି ବୁଝିଲେ ଯେ, ତାଙ୍କ ଦେଶରେ ପାଠପଢ଼ା ବାଧ୍ୟତାମୂଳକ। ଛ'ବର୍ଷଠାରୁ ଚଉଦ ବର୍ଷ ପର୍ଯ୍ୟନ୍ତ ବାଳକ ବାଲିକାମାନଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରାହୁଏ। ସେ ଦେଶର ପିଲାମାନେ ଖୁବ୍ ଶାନ୍ତ ଓ ଶିଷ୍ଟ। ସ୍କୁଲକୁ ଯିବା ବାଟରେ, ସ୍କୁଲରେ କିମ୍ବା ଖେଳପଡ଼ିଆରେ ସେମାନେ କେବେହେଁ କଳିକଜିଆ କରନ୍ତି ନାହିଁ। ଜାପାନୀ ଭାଷା ଶିଖିବା ଓ ଲେଖିବା ସହଜ ନୁହେଁ। ସେଥିପାଇଁ ପିଲାମାନଙ୍କ ଖୁବ୍ ମନଦେଇ ଓ ପରିଶ୍ରମ କରି ଲେଖାପଢ଼ା କରିବାକୁ ହୁଏ। ସେମାନେ ବହିର ଡାହାଣ ଦିଗରୁ ପଢ଼ନ୍ତି। ପ୍ରତି ପୃଷ୍ଠାର ଧାଡ଼ିଗୁଡ଼ିକ ତଳୁ ଆରମ୍ଭ କରି ସଳଖ ଭାବରେ ଉପର ଆଡ଼କୁ ପଢ଼ନ୍ତି। ଲେଖିବାର ପ୍ରଣାଳୀ ମଧ୍ୟ ଏହିପରି। କୁସ୍ତି ଜାପାନ ଦେଶର ଅତି ପ୍ରିୟ ବ୍ୟାୟାମ। ଜାପାନୀମାନେ ମାଲମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରନ୍ତି। ସେ ଦେଶର ପ୍ରତି ସ୍କୁଲରେ ଯୁଯୁତ୍ସୁ ପେଞ୍ଚ ଶିକ୍ଷା ଦିଆଯାଏ। ସ୍କୁଲ ଦେଖିସାରି କାହ୍ନୁ ଓ ଜହ୍ନମାମୁଁ ଘରକୁ ଫେରି ଆସିଲେ। ଘରେ ଜାପାନୀ ସ୍ତ୍ରୀଲୋକଟି ଅରଟରେ ରେଶମ ସୂତା କାଟୁଥିଲା। ଜହ୍ନମାମୁଁ ପଚାରିଲେ-ତମେ ଏ ରେଶମ କୁଆଡ଼ୁ ଆଣିଲ? ସ୍ତ୍ରୀଲୋକଟି କହିଲା-ଆମେ ଘରେ ଘରେ ରେଶମ ପୋକ ପାଳୁ। ଏ ପୋକଗୁଡ଼ିକ ତୁତଗଛର ପତ୍ର ଖାଇ ବଞ୍ଚନ୍ତି। ସେଥିପାଇଁ ପର୍ବତର ଢାଲୁ ଅଞ୍ଚଳମାନଙ୍କର ଆମେ ତୁତଗଛ ଚାଷ କରୁ। ରେଶମ ଲୁଗା ବୁଣିବା ଆମ ଦେଶର ଗୋଟିଏ ପ୍ରଧାନ ଗୃହଶିଳ୍ପ। ଜହ୍ନମାମୁଁ-ତମ ଦେଶରେ ତେବେ ରେଶମ ଲୁଗା ଶସ୍ତାରେ ମିଳୁଥିବ? ସ୍ତ୍ରୀଲୋକ-ହଁ, ରେଶମ ସୂତା କାଟିବା ଓ ସେହି ସୂତାରୁ ଲୁଗା ବୁଣିବା ଆମ ଦେଶର ଗୋଟିଏ ପ୍ରଧାନ ଶିଳ୍ପ। ଏହି ଶିଳ୍ପ ପାଇଁ ଆମ ଦେଶରେ କେତେଗୁଡ଼ିଏ ବଡ଼ ବଡ଼ କଳକାରଖାନା ଅଛି। ଜହ୍ନମାମୁଁ-ଆମେ ତମ ଘରେ ଦୁଇଦିନେ ହେଲା କୁଣିଆ ହୋଇ ରହିଲୁଣି। ବିଦାୟ ଦିଅ, ଆମେ ଘରକୁ ଫେରିଯିବୁ। କାହ୍ନୁ କହିଲା-ତମ ଦେଶଟି ଭାରି ସୁନ୍ଦର ଦେଶ। ତମ ଘରଗୁଡ଼ିକ କି ପରିଷ୍କାର ପରିଚ୍ଛନ୍ନ! ଫୁଲିଦେଇ ସେଗୁଡ଼ିକ ସଜାଇଛ-ଆହୁରି ସୁନ୍ଦର ଦିଶୁଛି। ଆଉ ତମର ପୋଷାକ ସବୁ ରଙ୍ଗଢଙ୍ଗିଆ ଯେମିତି, ଚକଚକିଆ ବି ସେମିତି। ମୋର ଭାରି ଇଚ୍ଛା, ତମ ପୁଅ ଝିଅଙ୍କ ସାଙ୍ଗରେ ଖେଳିବା ପାଇଁ ଆଉ ଦିନେ ଦୁଇଦିନ ତମ ଘରେ ରହନ୍ତି। ଜହ୍ନମାମୁଁ-ନାହିଁରେ କାହ୍ନୁ! ଆମେ ଆହୁରି କେତେ ଦେଶ ବୁଲିବା। ଗୋଟାଏ ଦେଶରେ ବେଶୀ ଦିନ ରହିଲେ ଚଳିବ ନାହିଁ। ଜାପାନୀ ସ୍ତ୍ରୀଲୋକ-ନାହିଁ ମାମୁଁ! କାହ୍ନୁ ମନରେ ଦୁଃଖ କରିବ। ସେ ଆମ ଦେଶର ଗୋଟିଏ ଗପ ଶୁଣିଯାଉ। କାହ୍ନୁ-କି ଗପ କହିବ ମାଉସୀ? ସ୍ତ୍ରୀଲୋକ-ଆମ ଦେଶର ଜଣେ କେଉଟ ପିଲା ଗପ କହିବି। ତା' ନାମ ଉରାଶିମା ତାରୋ।